ରସିକ ପଟ୍ଟନାୟକଙ୍କୁ ପଟ୍ଟ ଦେବା ଭଳିଆ ଲୋକ ଏକା ସେ କେଇଖଣ୍ଡ ଆଖପାଖ ଗାଁରେ ହେଲେ ହେବେ ଭଗବାନ ମିଶ୍ର କି ରାଉତ ଘର। ରସିକପଟ୍ଟନାହାକଙ୍କ ସାନଭାଇ ମୋହନ ପଟ୍ଟନାହାକ ଘରେ ବୁଝାଶୁଣା କରନ୍ତି। ସେ ଆଉ ଭାଇଙ୍କ ଭଳି ଚାକିରି ଚା ବାକିରି କଲେ ନାହିଁ, ଫେଲ ହେଇ ରହିଗଲେ ଘରେ। ପୁଣି ଘର ତ ଦେଖାଶୁଣା କରନ୍ତି ଜଣେ କେହି। ଦି' ଭାଇଯାକ ଚାକିରି କରିଥିଲେ ଚଳି ଥାଆନ୍ତା କିମିତି ଏଣେ। ଏଇ ଯେ ଜମି ଉପରେ ଜମି ପୁଣି ଜମିଦାର କିଣା ଚାଲିଚି ସେ ସବୁ କରନ୍ତା କିଏ? ଟଙ୍କା ରସିକ ପଟ୍ଟନାୟକର ଆଉ ବୁଦ୍ଧିବଳ ମେହନତ୍ ସବୁ ମୋହନର। ଦୁଇ ଭାଇଙ୍କ ଭିତରେ ଭଲପଡ଼େ। ନ ପଡ଼ିବ କାହିଁକି? ଦୁଇଜଣଯାକ ଅଲଗା ଅଲଗା। ପାଖ ପାଖରେ ରହିଲେ ସିନା ୟା ଦୁର୍ଗୁଣ ତାକୁ ଦିଶିବ ତା' ଦୁର୍ଗୁଣ ୟାକୁ ଦିଶିବ। ଦୂରରେ ରହିଲେ କେହି କାହାରି ସୁଖରେ ଅହନ୍ତା କରିବ ନାହିଁ। ଯେଝା ସୁଖରେ ଯେଝେ ଥାଆନ୍ତି। ଗୋଟେ ଭାଇ ବାହାରେ ହାକିମ ତ ଆଉ ଗୋଟେ ଭାଇ ଘରେ। ରସିକ ପଟ୍ଟନାହାକ ଭାବୁଥିବେ ''ମୋହନ ନଥିଲେ କରନ୍ତା କିଏ। '' ମୋହନ ପଟ୍ଟନାୟକ ଭାବୁଥିବେ ପର ରୋଜଗାରରେ ସେ ନିଶ ମୋଡ଼ୁଚି। କେହି କାହାକୁ ଛାଡ଼ି ପାରନ୍ତି ନାହିଁ । ପୂଜା ପାର୍ବଣକୁ ରସିକ ପଟ୍ଟନାୟକେ ଆସନ୍ତି ବର୍ଷେ ଦିବର୍ଷେ ଥରେ। ଖିଆ ପିଆ, ଯାନିଯାତ୍ରା ଧୁମ୍ଧାମ୍ ଚାଲେ। ସେଥର ରସିକ ପଟ୍ଟନାୟକ ରାୟ ସାହେବ ହେଲେ। ଗାଁରେ ଦୁଃଖିରଙ୍କି ଗରିବଙ୍କୁ ଲୁଗା ବାଣ୍ଟି ଦେଲେ ମୋହନପଟ୍ଟନାୟକ। ଲୋକେ ବାହବା ବୋଇଲେ। ରସିକ ଆହୁରି ବଡ଼ ସାହିଆକୁ ଚଢ଼ିଲେ। କ୍ରମେ କ୍ରମେ ବଡ଼ରୁ ବଡ଼ ହାକିମ ହେଲେ। ଗାଁ ଲୋକେ ଖାଲି ଶୁଣନ୍ତି ଯାହା ଫଳେପୁଷ୍ପେ କିଛି ପାଆନ୍ତି ନାହିଁ କିଛିଦିନକୁ ମନେରଖିବା ପାଇଁ। ଆପେ ଯାଚି ଦବା ଦୂରେ ଥାଉ, ଭଲରେ ମନ୍ଦରେ କି ଭଲକାମରେ ମୋହନ ପଟ୍ଟନାହାକଙ୍କ ପାଖକୁ ଗଲେ, ସେ କହନ୍ତି ଆମେ କ'ଣ ଦୁହାଁଳ ଗାଈ ହେଇଛୁ? ଯାହାର ଯାହା ଦରକାର ହେବ, ଯେତେବେଳେ ପାରେ ସେତେବେଳେ ଦଉଡ଼ି ଆସିବ ଏଠିକି? ନା ନା ହବ ନାହିଁ, ମଦନ ପଟ୍ଟନାହାକ ଘରକୁ ଚାଲିଯାଉ ନା'' ଗାଁର ସେ ମୁଣ୍ଡରେ ମଦନପଟ୍ଟନାୟକଙ୍କ ଘର। କାନ୍ଥଡ଼ା ହେଇ ନାହିଁ ହେବା ଉପରେ । ପଥର ଖୁଣ୍ଟ କେଇଟାରେ ଚୂନ ଚଢ଼ି ନାହିଁ। ଇଟା ଶୁରୁଖୀ ମସଲାରେ କେଉଁ ବରଷିକା ପକ୍କା କାନ୍ଥ ପଲସ୍ତରା ଝଡ଼ି ପଡ଼ିଚି। ଠାଏ ଠାଏ ତାଳି ପଡ଼ିଲା ପରି ମରାମତି। ସମାଜରେ ଏ ମଦନ ପଟ୍ଟନାହାକ ଜାତିଟା ଯେମିତି ତାଳିପଡ଼ିଲା ପରି ବରହିଚି। ସେ ବି ଝଡ଼ି ପଡ଼ିବ। ପୁରୁଣା ପଲସ୍ତରା ସାଙ୍ଗରେ ତା'ରବି ଭାଙ୍ଗି ନପଡ଼ି ଆଉ ଗତି କ'ଣ ସାଇ ମଝିରେ ରସିକ ପଟ୍ଟନାୟକ ଘର। ମାଟି କାନ୍ଥର ଘର ଉଭେଇଗଲା ବରଷ କେଇଟାରେ। ପକ୍କା ଉପରେ ପକ୍କା ବାଡ଼ିଆ ଚାଲିଚି। ଏକତାଲା ଏକତାଲା ଉପରେ ପୁଣି ଦୋତାଲା। ଆଜି ଏଠି ତ କାଲି ସେଠି। ମାଟି ଘର ବୋଲି ଆଉ ବଖରାଏବି ନାହିଁ ହାଣ୍ଡିଶାଳ, ଢିଙ୍କି ଚାଳି, ଗୁହାଳ ଛଡ଼ା। ଚାକିରି। ସରକାରୀ ଚାକିରିର ମୁନାଫା। ଏ ଚାକିରି, ରସିଆକୁ ରସିକବାବୁ ରସିକ ଶେଖର ପଟ୍ଟନାୟକ କରିଦିଏ। ବାବୁରୁ ସାହେବ ପାଲଟି ଯାନ୍ତି ମଣିଷ। ଲୁଗାରୁ ପ୍ୟାଣ୍ଟ କୋଟ୍ ହୁଏ। ଖାକି ବିଡ଼ିରୁ ଧଳା ସିଗାରେଟ୍ ତହିଁରୁ ପୁଣି ଲମ୍ବ ଚୁରୁଟ ଯାଏଁ ଉଠି ଉଠି ଚାଲିଥାଏ ଆସନ। ସମାଜରେ ଏଇ ରସିକ। ପଟ୍ଟନାୟକ ସବୁ ନୂଆ, ତାଜା, ଏଇ ନୂଆ ପକ୍କାଘର ପରି। ସମାଜର ମେରୁଦଣ୍ଡ ଏମାପ କାଠି ଏ। ୟାଙ୍କରି ଦୁଆର ଗାଁରେ ଗାଁର ପରିଗୁଣ। ୟାଙ୍କ ଗରହାଜିରରେ ଯେମିତି ଘରଟା ଚମକିଛି, ଗାଁଟାଯାକବି ସେମିତି ଚାଷୀ ମୂଲିଆଙ୍କ ଗରହାଜିରରେ ଚମିକି ଉଠିବ? ଏଇ